ଯୁଗ ସୃଷ୍ଟିକାରୀ ଅନ୍ୟାନ୍ୟ ପ୍ରକାରର ସାହିତ୍ୟ ସେଥିରେ ଅସମର୍ଥ ହେଲା। ଏହାର କାରଣ ହେଲା ଯେ ଓଡ଼ିଆ ସାହିତ୍ୟ ଓଡ଼ିଆଙ୍କର ନୁହେଁ ଓ ଏଗୁଡ଼ିକ ମଧ୍ୟ ଓଡ଼ିଆଙ୍କ ପାଇଁ ନୁହନ୍ତି। ଓଡ଼ିଆ ଲୋକଙ୍କୁ ବୁଝିବା କଷ୍ଟକର ବୋଲି ସମସ୍ତେ କହିଥାନ୍ତି। ଏମାନଙ୍କର ଭିତରଟା ପ୍ରହେଳିକା। ତେଣୁ ଏହି ଶ୍ରେଣୀର ମନ ଉପରେ ଦାଗ ପକାଇବା ପାଇଁ ଯେଉଁ ପ୍ରକାରର ସାଧନା ଓ ସ୍ପଷ୍ଟତା ଦରକାର ସେତକ ହୋଇ ପାରିଲା ନାହିଁ। କେହି ହୁଏ ତ କହିବେ ଯେ ଯାହା କିଛି ସାହିତ୍ୟର ସଂଗଠନ ଓ ସାହିତ୍ୟର ପରିପ୍ରକାଶ ହେଉଛି ସବୁ କ'ଣ ଏହିପରି ଏକାବେଳେକେ ବେଖାପ? ଏତେ ଲେଖକଙ୍କ ଭିତରେ କେହି କ'ଣ ଓଡ଼ିଆର ପ୍ରାଣକୁ ବୁଝି ପାରିଲା ନାହିଁ? ଏ ପ୍ରଶ୍ନଟିର ଉତ୍ତର ଆମେ ରାଜନୀତିରେ ପାଉ। କଟକର ରେଭେନ୍ସା କଲେଜରେ ଏକାବନ ମସିହାରେ ଓଡ଼ିଶା ହାଇକୋଟର ପ୍ରଥମ ପ୍ରଧାନ ବିଚାରପତି ଶ୍ରୀ ବୀରକିଶୋର ରାୟ କହିଲେ-ଓଡ଼ିଆ ଜାତି କୃତଘ୍ନ। ଏମାନେ ଶ୍ରୀ ହରେକୃଷ୍ଣ ମହତାବଙ୍କୁ ଡକ୍ଟରେଟ୍ ଦେବାକୁ ରାଜି ହେଲେ ନାହିଁ। ସେହି ଡକ୍ଟର ହରେକୃଷ୍ଣ ମହତାବ ଦୀର୍ଘ ଅର୍ଦ୍ଧଶତାଦ୍ଦୀର ଚମକପ୍ରଦ କର୍ମମୟ ଜୀବନ ବିତାଇଲା ପରେ ତାଙ୍କୁ ସାଙ୍ଗଠନିକ ଶାସ୍ତି ଦିଆଗଲା। ଓଡ଼ିଶାର ଗୌରବ ଶ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାର ଶିଳ୍ପଚିତ୍ର ବଦଳିଥିଲା। ସେ ମୁଖ୍ୟମନ୍ତ୍ରୀତ୍ୱରୁ ଗଲାପରେ ତାଙ୍କୁ ମଧ୍ୟ ମାଡ଼ ହୋଇଥିଲା। ଉଭୟେ କହୁଥିଲେ ଯେ ସେମାନେ ଓଡ଼ିଶାକୁ ଜାଣନ୍ତି ଓ ଓଡ଼ିଆ ଲୋକଙ୍କୁ ଚିହ୍ନନ୍ତି। ତାହାହେଲେ ତାଙ୍କର ଏପରି ପ୍ରମାଦ ହେଲା କେମିତି? ଏହାର ଉତ୍ତର ହେଉଛି ଯେ ଓଡ଼ିଶାର ନାଗରିକ ଚାହେଁ ଭିତରର ଓ ବାହାରର ଶୁଦ୍ଧି। ସେହି ଶୁଦ୍ଧତାରେ ଅହଙ୍କାର, ଲୋଭ, ଶଠତା, ଚରିତ୍ରର ସ୍ଖଳନ ଆଦି ଦୋଷ ନଥିବ। କାରଣ ସାଧାରଣ ଓଡ଼ିଆ ତାହାର ଘରୋଇ ମତରେ ଉଗ୍ର ସାଧୁତାର ସମର୍ଥକ। ଇଂରାଜୀ ପାଠ ଓ ସହରର ସଭ୍ୟତାର ପ୍ରଭାବରେ ସେ ତାହାର ସ୍ୱକୀୟ ଗୁଣ ହରାଉଛି-। ପେଟର ତାଡ଼ନାରେ ଓ ସୁଖର ଲାଳସାରେ ସେ ତାହାର ଅନ୍ତରର ଶୁଦ୍ଧତାକୁ ଗୌଣ ସ୍ଥାନ ଦେଉଛି। କିନ୍ତୁ ବେଳ ଅବେଳରେ ସେ ସ୍ପଷ୍ଟଭାବରେ ଶୁଦ୍ଧପୂତ ମଣିଷର ଭକ୍ତ ବୋଲି ପ୍ରମାଣ ଦିଏ-। ଭଲକରି ପରୀକ୍ଷା ନିରୀକ୍ଷା ନ କରି ସେ କିଛି ଗ୍ରହଣ କରିବାକୁ ରାଜି ନୁହେଁ। ଏହି ଗୁଣଟି ପାଇଁ ଓଡ଼ିଆ ସମାଜରେ କେତେକ ବିଶେଷତ୍ୱ ଦେଖା ଦେଇଛି। ଗୋଟିଏ ହେଲା ଯେ ସେ କାହାରି ସ୍ତାବକ ବା ଅନ୍ଧ ସ୍ତାବକ ହୁଏ ନାହିଁ। ଓଡ଼ିଶାର କୌଣସି ସାଧୁସନ୍ଥ ଓଡ଼ିଆଙ୍କର ସର୍ବାଙ୍ଗୀନ ସମର୍ଥନ ପାଇନାହାନ୍ତି ବା ଓଡ଼ିଆ ଭକ୍ତମାନଙ୍କର ସହଯୋଗରେ ଓଡ଼ିଶା ବାହାରେ ପରିଚିତ ହୋଇ ନାହାନ୍ତି। କୌଣସି ରାଜା ବା ନେତାଙ୍କୁ ଓଡ଼ିଆ ଲୋକ ସବୁ ଦିନେ ସବୁ ଅବସ୍ଥାରେ ସମର୍ଥନ ଦେଇ ବଡ଼ କରି ରଖେ ନାହିଁ। ତାହାର କଥା ହେଲା- ଦେଶ କି ଅଟକେ ରାଜାର ଅଭାବେ? ଧର୍ମନାବ ଚାଲେ ଧର୍ମର ପ୍ରଭାବେ। ସବୁଠାରେ ରାଜା ଥିଲେ ଓ ଧର୍ମ ମଧ୍ୟ ଥିଲା। କିନ୍ତୁ ଏହି ଓଡ଼ିଆ ଭକ୍ତିର ସମାନ୍ତରାଳ ଉକ୍ତି ଅନ୍ୟ କୌଣସି ଭାଷାଭାଷୀଙ୍କର ନାହିଁ। ଓଡ଼ିଶାର ବଡ଼ କବି ଓ ସାହିତ୍ୟିକ ତାଙ୍କର ଜୀବନକାଳ ମଧ୍ୟରେ ବା ମରଣ ପରେ ପ୍ରସିଦ୍ଧି ପାଇ ନାହାନ୍ତି।